ଜଣେ ସାଧୁ ସନ୍ଥ ହିସାବରେ ଏକୁଟିଆ କୌଣସି ଉପଶମକାରୀ ପ୍ରବଚନର ମାଧ୍ୟମରେ ନୁହେଁ, ଏହି ତଳର ହୃଦୟକୁ ଭେଦି ପାରିଲାଭଳି ଏକ ସିଧା ତଥା ସାହସୀ ଭାଷାରେ ସେମାନେ ମେଣ୍ଟ ବାନ୍ଧି ସେକଥା କହିପାରିବେ? ଏହି ବ୍ୟାପାରଟି ଯେ କେବଳ ରାଜନୀତିର କ୍ଷେତ୍ରରେ ଘଟିବ ତାହା ନୁହେଁ, ଆମ ସାମୂହିକ ଜୀବନକୁ ଆତଯାତ କରୁଥିବା ଯାବତୀୟ କ୍ଷେତ୍ରକୁ ମଧ୍ୟ ତାହା ସ୍ପର୍ଶ କରିପାରୁଥିବ। ଶିକ୍ଷାର କ୍ଷେତ୍ରରେ ଶିକ୍ଷାର ପଟ ନେଇ ମେଣ୍ଟ ହେବ। ଏହି ପୁରୁଣା ବ୍ୟବସ୍ଥାଟାରେ ତଥାପି ନିଜ ପାଇଁ ଯଥେଷ୍ଟ ଲାଭ ହାସଲ କରିବାର ଧୂର୍ତ୍ତତା ନକରି ତାହା ଏକାବେଳେକେ ସମସ୍ତଙ୍କର ପ୍ରତିନିଧି ହୋଇ କଥା କହିବ। ସେହି ସ୍ଵେଚ୍ଛାସେବୀମାନେ କେବେ ଏ ଦେଶରେ ବାହାରିବେ, ଯେଉଁମାନେ କି ଉପରୁ ଦୟା ଦେଖାଇବା ଦ୍ୱାରା ମଣିଷର କେବେହେଲେ ଉଦ୍ଧାର ହୋଇପାରିବ ନାହିଁ ବୋଲି ସଂଘବଦ୍ଧ ଭାବରେ କହିପାରିବେ? ଏହି ଦେଶରେ ସବୁ ମଣିଷଙ୍କୁ ସର୍ବନିମ୍ନ ପ୍ରୟୋଜନଗୁଡ଼ିକ ମେଣ୍ଟିବାର ନିରାପତ୍ତା ଅଲବତ ମିଳୁ ବୋଲି ଦାବିକରି ସତ୍ୟାଗ୍ରହୀମାନେ କେବେ ମେଣ୍ଟ ବାନ୍ଧି ବାହାରିବେ? ଏବର ସାହିତ୍ୟ ମଧ୍ୟ ଉପରର ମାତ୍ର କେତେକ ଗେହ୍ଲାଙ୍କୁ ସେହି ଉପରେ ହିଁ ଭୋଳ କରି ରଖିବାର ଚକ୍ରାନ୍ତ କରୁଛି, ସାମନ୍ତମାନେ କଦର୍ଥ କରି ସଂସ୍କୃତିକୁ ମଧ୍ୟ ପାଟଲୁଗା ପିନ୍ଧିଥିବା ପୋଇଲୀଟିରେ ପରିଣତ କରି ରଖିଛନ୍ତି। ଏହିସବୁ ବ୍ୟାପାରକୁ ସତେଅବା ଏକ ସହରୀ ରାସଉତ୍ସବରେ ପରିଣତ କରି ରଖାଯାଇଛି। ଆମ ଚାରିପାଖରେ ଶହେରେ ପଚାଶ ମଣିଷଙ୍କୁ ନିରକ୍ଷର ରଖାଯାଇଛି, ସେକଥାଟାକୁ ବାଆଁରେଇ ଦେବାକୁ ଏଗୁଡ଼ିକୁ ମଧ୍ୟ ଗୋଟିଏ ଗୋଟିଏ ଚକ୍ରାନ୍ତ ପରି ବ୍ୟବହାର କରାଯାଉଛି କି? ଏହା ବିରୋଧରେ ମଧ୍ୟ ଏକ ଭିନ୍ନ ସମ୍ପୃକ୍ତି ରହିଥିବା ଅନ୍ୟମାନଙ୍କର ମେଣ୍ଟଟିଏ ସମ୍ଭବ ହୋଇପାରିବା ଉଚିତ।। ତେବେ ଯାଇ ଅନ୍ଧାର ଯିବ। ସତ୍ୟ ମଧ୍ୟ ପ୍ରତ୍ୟକ୍ଷ ହୋଇ ଆସିବ। ଓଡ଼ିଶାର ନକ୍ସା ବଦଳିଯିବ ମସିହାର ନଅଙ୍କ ମଡ଼କ ପରେ ଓଡ଼ିଶାର ନକ୍ସା କେତେ ନା କେତେ ଯେ ବଦଳି ଯାଇଛି, ସେଥିରେ କେହି ନାହିଁ ବୋଲି କହିପାରିବେ ନାହିଁ। ଚାରି ଚାରିଟା ପ୍ରଦେଶ ସହିତ ଲାଗିବ ବା ବଳକା ମେଦଟିଏ ପରି ଯୋଡ଼ା ହୋଇ ସେହି ବ୍ରିଟିଶ ଅମଳରେ ହିଁ ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶ ରୂପେ ଘୋଷିତ ହୋଇପାରିଛି। ବିଶେଷତଃ ଦେଶ ସ୍ୱାଧୀନ ହେବା ପରେ ଓଡ଼ିଶାର ଚେହେରାଟା କେତେ ଅଭୂତପୂର୍ବ ଭାବରେ ବଦଳି ଯାଇଛି। ନୂଆ ରାଜଧାନୀଟାଏ ବସିଛି, ଯେଉଁଠାରେ କି ଏବେ ଅନାଇ ପାରିଲେ ଉଚ୍ଚ ଉଚ୍ଚ କୋଠାଘରମାନେ ମାଳ ମାଳ ଖଡ଼ାଗଛ ପରି ଦୃଶ୍ୟମାନ ହୋଇ ପାରୁଛନ୍ତି। ବର୍ତ୍ତମାନର ଦରବାରଗୁଡ଼ାକୁ ଆଖି ପାଉନାହିଁ। ବର୍ତ୍ତମାନର ରାଜାମାନଙ୍କ ଆଡ଼କୁ ଅନାଇବା ବେଳକୁ ଆଖି ଝଲସି ଯାଉଛି। ଗାଆଁ ଗହଳକୁ ରାସ୍ତା ହେଲାଣି, ମୋଟର ଗାଡ଼ି ଗଲାଣି, ଆମ ଗାଆଁ ଦାଣ୍ଡଟାଯାକ ଦୋକାନରେ ଭର୍ତ୍ତି ହୋଇଗଲାଣି। ନଦୀମାନଙ୍କରେ ବନ୍ଧ ପଡ଼ିଲାଣି, ଅଧିକ ଫସଲ ଫଳିଲାଣି। ବୈଜ୍ଞାନିକମାନେ ସ୍ୱୟଂ ଲକ୍ଷ୍ମୀଙ୍କୁ ଆମ ଘର ଭିତରକୁ ଡ଼ାକି ଆଣିବାର ପୂର୍ଣ୍ଣ ଶ୍ରଦ୍ଧାରେ ରାଜ୍ୟଟାକୁ କାରଖାନାରେ ଭର୍ତ୍ତି କରିଦେଲେଣି-। ଇସ୍କୁଲ କଲେଜର ସଂଖ୍ୟା ହଜାର ସଂଖ୍ୟାକୁ ଟପି ଗଲାଣି। ଆମ ଫୁରସତମାନଙ୍କୁ କୋଳାହଳପୂର୍ଣ୍ଣ କରି ରଖିବାକୁ କେତେ କେତେ ବ୍ୟବସ୍ଥା ଆଣି ଫନ୍ଦା ଗଲାଣି। ଆମେ ଓଡ଼ିଆମାନେ ନିଜକୁ ଭାରତର ଅନ୍ୟ ଯେକୌଣସି ରାଜ୍ୟର ଲୋକମାନଙ୍କ ସହିତ ସମକକ୍ଷ ବୋଲି ବି ଭାବିଲେଣି। ଯାହା ଭାରତରେ ଅଛି, ତାହା ଓଡ଼ିଶାରେ ବି ଅଛି ବୋଲି କହିବାକୁ ଇତିମଧ୍ୟରେ ଆମର ସାହସ ହୋଇଗଲାଣି। ଆମ ଭୁବନେଶ୍ୱରରେ କ'ଣ ନାହିଁ